ବହୁ କଷ୍ଟରେ ବହୁ ଅର୍ଥ ଖର୍ଚ୍ଚ କରି ବ୍ରତ କଲେ। ବ୍ରାହ୍ମଣର ପବିତ୍ରତାକୁ ରକ୍ଷା କରିବି ବୋଲି ଶପଥ ନେଲି ମନ୍ତ୍ର ପଢ଼ି। ମନେ ଅଛି, ଥରେ ଗାଧୋଇ ଆସିଲାବେଳେ ଜଣେ ଇତର ଲୋକ ମତେ ଛୁଇଁ ଦେବା ଫଳରେ ମୁଁ ମୋର ପବିତ୍ରତା ନଷ୍ଟ ହୋଇଗଲା ବୋଲି ତାକୁ ଭୀଷଣ ଭର୍ତ୍ସନା କରିଥିଲି। ହାତରୁ ରାଗରେ ପାଣିଢାଳ ଫୋପାଡ଼ି ଦେଇଥିଲି। ପୁଣି ମତେ ଗାଧୋଇବାକୁ ପଡ଼ିଥିଲା। କିନ୍ତୁ ଆଠ ବର୍ଷ ପରେ ପୁଣି ପୁରୀ ତୀର୍ଥରେ ମୋର ମନର ପରିବର୍ତ୍ତନ ଘଟିଲା। ଜଗନ୍ନାଥ ମନ୍ଦିରର କୋଇଲି ବୈକୁଣ୍ଠ। ଏଇଠି ଚାରି ଜଣ ଯୁବକ ଶପଥ ନେଇ ପଇତା ଛିଣ୍ଢେଇ ପକାଇଲୁ। ଭିତରର ଅନ୍ଧବିଶ୍ୱାସର ଜଡ଼ତା କ୍ରମଶଃ ଲୋପ ହୋଇ ଆସିଥିଲା। ତୀବ୍ର ନାସ୍ତିକତା ନେଇ ଆମେ ଜୀବନ ସଂଗ୍ରାମରେ ଠିଆ ହେଲୁ। ଦିଅଁ ଖଟୁଳି ଆଗରେ ଫୁଲ ଚନ୍ଦନ ଧରି ଆଉ ସେଦିନଠୁ ଦିନେ ଦେବପୂଜା କରି ବସିନି। ତାଳିମାରି ଦେବତାର ମହିମା ଗାନ କରିନି। ମୁଣ୍ଡରୁ ଚୁଟି କଟିଯାଇଛି–କପାଳରେ ଚନ୍ଦନ ଟୋପା ଆଉ ଲାଗିନି। ମାମୁଁ ଦେଖିଲେ ଭଣଜା ଦେହରେ ପଇତା ନାହିଁ। ବ୍ରହ୍ମଚଣ୍ଡାଳ ରୂପ ଧରିଚି। ବହୁତ ବୁଝାଇଲେ, ବହୁତ। ଯୁକ୍ତି କଲେ। ପ୍ରତିଯୁକ୍ତି କଲି। ସେହିଦିନଠୁ ଅମାନିଆ ଭଣଜା ନାସ୍ତିକ ହୋଇ ବୁଲୁଚି। କାହାକୁ ଖାତିରି ନାହିଁ। କୌଣସି ନିର୍ଦ୍ଦଷ୍ଟ ଧର୍ମ ଉପରେ ନିଷ୍ଠା ନାହିଁ; ବିଶ୍ୱାସ ନାହିଁ। ମୁଁ ସୃଷ୍ଟିକୁ ଭଲପାଏ ମୃତ୍ୟୁକୁ ଆଦର କରେ–ପ୍ରକୃତି ଦେହରେ ଆସନ ପାତେ। ମଣିଷ ଦେହରେ ଦେବତାର ମହତ୍ୱକୁ ଖୋଜେ। ଯେଉଁଠି ଏହି ମହତ୍ୱ ପାଏ ତାକୁଇ ନମସ୍କାର କରେ। ତାରି ପାଦତଳେ ବସି ବନ୍ଦନା କରେ। ନେତା ବୋଲି ମାନେ। ମୋର ଆଚାର-ପଦ୍ଧତିକୁ ଦେଖି ମତେ ଆମ ଘରେ କହିଥାନ୍ତି ନାସ୍ତିକ। କିନ୍ତୁ ମୁଁ କ'ଣ ସତେ ନାସ୍ତିକ? ନାସ୍ତିକ ହୋଇପାରେ କିନ୍ତୁ ମୁଁ ଯେ ଧାର୍ମିକ। ଆଚାର ଅନୁଷ୍ଠାନରେ ମୋର ଆସ୍ଥା ନାହିଁ–ବିଶ୍ୱାସ ନାହିଁ କୁସଂସ୍କାରରେ। ଅନେକ ହିନ୍ଦୁଙ୍କର ଧାରଣା ନିଜ ଧର୍ମଟିହିଁ ସର୍ବୋତ୍କୃଷ୍ଟ। ଅନ୍ୟମାନେ ଭ୍ରାନ୍ତ। କିନ୍ତୁ ମୁଁ ଅନୁଭବ କରିଚି ଏ ପୃଥିବୀଟା ଏତେ ବଡ଼ ଯେ, ଏହା ମଧ୍ୟରେ ଅନେକ ମତ, ଅନେକ ଜାତି ଅତି ସହଜରେ ଏକା ସାଙ୍ଗରେ ବସବାସ କରିପାରନ୍ତି ଅନାୟାସରେ। ଏମାନେ ସମସ୍ତେ ଈଶ୍ୱରଙ୍କ ପ୍ରକାଶ। ପାଖକୁ ଆଗେଇ ଯାଅ–ଭୟ ନାହିଁ, ଭ୍ରାନ୍ତି ନାହିଁ, ଖାଲି ସ୍ନେହ ଦରକାର। ଅନ୍ତତଃ ମୁଁ ଏହାହିଁ ବୁଝେ। ସେଇଥିପାଇଁ ମନ୍ଦିର ଭିତରକୁ ଗଲିନି। ଭାନୁଭକ୍ତ ହିଁ ମୋ ଦୃଷ୍ଟିରେ ଦେବତା ବୁଦ୍ଧ, ଯିଶୁ, ରାମ, ବିଷ୍ଣୁ, ମହମ୍ମଦ ସବୁ। ସ୍ୱତଃ ଚକ୍ଷୁ ବୁଜିହୋଇ ଆସିଲା। କବିତାଟି ଟିପି ଆଣିଲି। ହୃଦୟ ଭିତରେ ଅଙ୍କନ କଲି ପ୍ରତିମୂର୍ତ୍ତିର ପ୍ରତିଛବି। ଯେଉଁ ନେପାଳୀ ସମାଜ ଏହି ପ୍ରତିମୂର୍ତ୍ତିଟି ନିର୍ମାଣ କରି କବିର ସ୍ମୃତିକୁ ଜାଗ୍ରତ ରଖିଛନ୍ତି ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଲି। ଆଖି ବୁଲାଇ ଦେଖେ ତ ଗୋଟିଏ ଦୋକାନରେ ଏକ ବିଜ୍ଞାପନ। ତେନଜିଂଙ୍କ ଜୀବନୀ ସମ୍ୱନ୍ଧରେ ବହି ଏଇଠି ମିଳେ। ପ୍ରଥମ ଦିନ ଘୋଡ଼ାରେ ଚଢ଼ି ବୁଲୁଥିଲା ବେଳେ ଭୁଟିଆ କିଶୋରୀ ଆଙ୍ଗୁଳି ଦେଖାଇ ତେନଜିଂଙ୍କ ଘରକୁ ଯିବାକୁ କହିଥିଲା। ଯିବି ବୋଲି ତାକୁ ପ୍ରତିଶ୍ରୁତି ଦେଇଥିଲି। ପ୍ରଥମ ଦିନରୁ ଆସି ଖବର ନେଇଥିଲି–ତେନଜିଂ ଅଛନ୍ତି କି ନାହିଁ। ଶୁଣିଥିଲି ତେନଜିଂ ସୁଜଇରଲାଣ୍ଡରୁ ତିନି ଚାରି ଦିନ ପରେ ଫରିବେ। ତାହାହେଲେ ବର୍ତ୍ତମରା ବର୍ତ୍ତମାନ ଆସି ସାରିବେଣି। ଠିକ୍ କଲି କାଲି ଯିବି-। ମାମୁଁ ଚାଲିଗଲେଣି ଜଳପାଇଗୁଡ଼ି। କିଛି ଦିନ ପରେ ଫେରି ମତେ ସାଙ୍ଗରେ ନେଇଯିବେ ବୋଲି କହି ଯାଇଛନ୍ତି। ପରଦିନ। ମୁଁ ଚାଲିଚି ଏକା ଏକା ଜଲାପାହାଡ଼ର ଅଭିମୁଖେ। ଦାର୍ଜିଲିଂର ଏହା ଗୋଟିଏ ଅଂଶ। ତଳକୁ ଖସି ପୁଣି ଉପରକୁ ଉଠିବାକୁ ପଡ଼େ। ତଳେ ସେର୍ପାମାନଙ୍କ ତୁଙ୍ଗସୁଙ୍ଗ ବସ୍ତି। ଇଡ଼େନ ପାର୍କର ଗୋଟିଏ ଉଚ୍ଚ ଜାଗାରେ, ମଲ ଉପରୁ ଓ ହୋଟେଲ ଛାତ ମୁଁ ବସ୍ତିଟିକୁ ଲକ୍ଷ୍ୟ କରିଥିଲି। ଆଜି ଆସି ପହଞ୍ଚିଛି। ପ୍ରାଣଭରି ଏମାନଙ୍କୁ ଭଲପାଇଛି ପ୍ରଥମ ଦିନରୁ। ବଜାର ଘାଟରେ ଏମାନଙ୍କ ଜୀବନଯାତ୍ରା ଦେଖିଚି। ହୋଟେଲରେ ଏମାନଙ୍କ ଜୀବିକାକୁ ଦେଖିଚି। ପାହାଡ଼ କୋଳରେ ଏମାନଙ୍କ ଜୀବନ ଗଢ଼ା। ପାହାଡ଼ ଚଢ଼ାରେ ଆନନ୍ଦ। ଅନେକ ସେର୍ପା ଏହି ତୁଙ୍ଗସୁଙ୍ଗ ବସ୍ତିରେ ରହିଛନ୍ତି। ଅନ୍ୟ ସେର୍ପାମାନେ ରୁହନ୍ତି ଭୁଟିଆ ବସ୍ତିରେ। ଏକରକମ ଗୋଷ୍ଠୀବଦ୍ଧ ହୋଇ ବାସ କରିଥାନ୍ତି।